ତାଙ୍କର ମନେହେଲା–ଏତେ ଦିନକେ ଲୋକମାନେ ସ୍ଵାଧୀନ ଭାରତକୁ ବୁଝିଛନ୍ତି, ମହାତ୍ମା ଗାନ୍ଧୀଙ୍କୁ ବୁଝିଛନ୍ତି, ଧନୁର୍ଦ୍ଧର ମହାପାତ୍ରଙ୍କୁ ବୁଝିଛନ୍ତି, ମନ୍ତ୍ରୀ ନ ବୁଝିଲେ ନାହିଁ, ସେନ୍ସସ୍ ଡାଇରେକ୍ଟର ନ ବୁଝିଲେ ନାହିଁ। ହର୍ଷ ପୁଲକିତ ଚିତ୍ତରେ ସହସ୍ର ଜନତାର ଜୟଧ୍ଵନୀ ମଧ୍ୟରେ ସେ ପତାକା ସ୍ତମ୍ଭ ଆଡ଼େ ପାଦ ବଢ଼େଇଲେ। ତାଙ୍କର ହାତରେ ସ୍ୱାଧୀନ ଭାରତର ମୁକ୍ତ ନିଶାଣ ଆଜି ଉଡ଼ିବ ସତ୍ୟ, ଶାନ୍ତି, ମୈତ୍ରୀର ଜୟଗାନ କରି। ବହୁବାର ଏମ. ଏଲ୍. ଏ. ଓ କିଛି ବର୍ଷ ମନ୍ତ୍ରୀ ରହି ସଦ୍ୟ ରାଜନୀତିରୁ ଅବସର ନେଇଥିବା ପଟ୍ଟନାୟକବାବୁ ତାଙ୍କୁ ପାଛୋଟି ନେଉ ନେଉ କହିଲେ–ଦଳୀୟ ରାଜନୀତିରୁ ଅବସର ନେବାପରେ ଯାଇ ଆଜି ମୁଁ ମୋ' ଦେଶକୁ ଚିହ୍ନିପାରିଛି, ମୋ' ଦେଶର ଜନସାଧାରଣଙ୍କୁ ବୁଝିପାରିଛି, ମୋ' ଜାତୀୟ ପତାକାକୁ ଠିକ୍ ରୂପେ ଚିହ୍ନିପାରିଛି, ଦେଶର ଜାତୀୟ ପତାକା ଆପଣଙ୍କ ପରି ସଚ୍ଚା ଦେଶପ୍ରେମୀ, ଦେଶ ଭକ୍ତର ଅକଳୁଷ ହାତରେ ହିଁ ଉତ୍ତୋଳିତ ହେବା ଉଚିତ-। ଏହି ପବିତ୍ର କାର୍ଯ୍ୟଟି ଏବେ ସମ୍ପାଦନ କରନ୍ତୁ। ଧନୁର୍ଦ୍ଧର ବାବୁ ପତାକାର ରଜୁକୁ ଟାଣିବା ବେଳେ ଆକାଶ ମାର୍ଗରୁ ପୁଷ୍ପବୃଷ୍ଟି ହେଲାପରି ପତାକାସ୍ଥିତ ପୁଷ୍ପସବୁ ଝରି ପଡ଼ିଲା। ଜୟ ଜୟ ଧ୍ୱନୀରେ ସଭାମଞ୍ଚ ପ୍ରକମ୍ପିତ ହେଲା। ପତାକା ଆଡ଼େ ଚାହିଁ ହାତଯୋଡ଼ି ପ୍ରଣାମ କରୁ କରୁ ଧନୁର୍ଦ୍ଧର ବାବୁ ଦେଖିଲେ–ଉପରକୁ... ଯେପରି ମୁଣ୍ଡରେ ତାଙ୍କର ବଜ୍ରପାତ ହେଲା। କ'ଣ ସେ ଦେଖୁଛନ୍ତି ଉପରେ? ଆଖିକୁ ବିଶ୍ୱାସ ହେଲା ନାହିଁ-। ଆଖି ମଳି ପୁଣି ଥରେ ଚାହିଁ ଦେଖିଲେ... ପତାକାଟା ଓଲଟା ବନ୍ଧା ଯାଇଛି। ବନ୍ଧା ନ ହେବ ବା କାହିଁକି? ଦେଶର ନୀତି–ନିୟମ, ଶାସନ ଶୃଙ୍ଖଳା ସବୁ ତ ଚାଲିଛି ଠିକ୍ ଏଇ ଓଲଟା ରୀତିରେ ଓ ସର୍ବୋପରି ଏ ଦେଶଟା ବି ତ ଓଲଟି ଯିବାକୁ ବସିଲାଣି। ପତାକାଟା ଓଲଟା ବନ୍ଧାଯିବାରେ ବିଚିତ୍ରତା ବା କ'ଣ? ଜାତୀୟ ପତାକାର ଏ ଭଳି ଅବମାନନାରେ ବ୍ୟଥିତ, ଜର୍ଜ୍ଜରିତ ଧନୁର୍ଦ୍ଧର ବାବୁ ଆଉ ନିଜକୁ ସ୍ଥିର ରଖି ପାରି ନ ଥିଲେ। ସେ ସଭାସ୍ଥଳରୁ ପାଗଳଙ୍କ ପରି ଧାଇଁବା ଆରମ୍ଭ କରିଦେଇଥିଲେ... ପରିଗ୍ରାହକ "ମୁଁ ଅନେକ କିଛି ପାଇଛି ଓ ଅନେକ କିଛି ଦେଇଛି। କିନ୍ତୁ ଏଇ ପାଇବା ଓ ଦେବା ଭିତରେ ଆହୁରି କିଛି ରହିଗଲା ଯାହା ପାଇବାକୁ ଥାଇ ବି ପାଇ ପାରିନାହିଁ ଓ ଦେବାକୁ ଥାଇ ବି ଦେଇ ପାରିନାହିଁ। '' ଏକଦା ମୋର ଅତି ପ୍ରିୟ ବନ୍ଧୁ ଓ ବର୍ତ୍ତମାନର ଜଣେ ପ୍ରତିପତ୍ତିଶାଳୀ ମନ୍ତ୍ରୀ ରାମହରି ସାମନ୍ତରାୟଙ୍କ ମୁହଁରୁ ମୁଁ ଏକଥା ଶୁଣି ଆଶ୍ଚର୍ଯ୍ୟ ହେଲି। ରାମହରି ଜଣେ ଗଣ୍ୟମାନ୍ୟ ରାଜନୈତିକ ନେତା, ଜୀବନର ସବୁ କ୍ଷେତ୍ରରେ ସେ ସଫଳତା ଅର୍ଜିଛି ତା' ନିଜ ଗୁଣରେ। ତା' ଜୀବନକୁ ଯେ ନୈରାଶ୍ୟ ବା ଅନୁଶୋଚନା ସ୍ପର୍ଶ କରିପାରେ ଏ କଥା କଳ୍ପନା ବି କରାଯାଇପାରେନା; ଅଥଚ ସେ ଆଜି ଏତେ ବିମର୍ଷ କାହିଁକି? କି ଯେ ଦୁର୍ଘଟଣା ଘଟିଲା ତା' ଜୀବନରେ? ରାମହରି ମୋର ବନ୍ଧୁ; କିନ୍ତୁ ଏଇ ପରିଚୟ ମୁଁ କେଉଁଠି କାହା ପାଖରେ କେବେ ଦେଇନାହିଁ କି କୌଣସି କାର୍ଯ୍ୟରେ ବି ତା' ପାଖକୁ ଯାଇନାହିଁ ହୋଇପାରେ ଭୟରେ, ହୋଇପାରେ ସଂକୋଚରେ, କାରଣ ତା'ରି ବିଭାଗରେ କାର୍ଯ୍ୟ କରୁଥିବା ଏକ ଅଧସ୍ତନ କର୍ମଚାରୀ ମୁଁ। ମୁଁ ଯେ ଦିନେ ତା'ର ଅତିପ୍ରିୟ ବନ୍ଧୁ ଥିଲି ଏକଥା ହୁଏତ ସେ ଭୁଲିଯାଇଥିବ। ଯେଉଁ ସ୍ମୃତି ମଣିଷକୁ ସ୍ୱପ୍ନ ବିଭୋର